ମୁଁ ଜାଣେ ଅସତୀ ସ୍ତ୍ରୀର ମନର ମୂଲ୍ୟ ଅପେକ୍ଷା ତା'ର ଦେହର ମୂଲ୍ୟ ଅନେକ ଶସ୍ତା। ତେଣୁ ସମସ୍ତେ ଏହି ଦେହର ମୂଲ୍ୟ ଦିଅନ୍ତି। ମୋର ମନର ମୂଲ୍ୟ କେହି ଦେଇ ପାରନ୍ତି ନାହିଁ। ଗୋଟିଏ ବେଶ୍ୟାର ଦେହର ମୂଲ୍ୟ ତୁଳନାରେ ତାହାର ମନର ମୂଲ୍ୟ ଯଥେଷ୍ଟ ଅଧିକ-। କିନ୍ତୁ କୁଳବତୀ ସ୍ତ୍ରୀ ପକ୍ଷରେ ଏ ଉକ୍ତି ମୋଟେ ପ୍ରଯୋଜ୍ୟ ନୁହେଁ। କୁଳବତୀ ନାରୀର ଦେହର ମୂଲ୍ୟ ଯଥେଷ୍ଟ ଅଧିକ। କୌଣସି ଚରିତ୍ରହୀନା ସ୍ତ୍ରୀର ମନ ସହଜରେ ନେବାକୁ ଯେପରି ପୁରୁଷ ଭାଗ୍ୟରେ ଘଟେ ନାହିଁ, ସେହିପରି କୌଣସି ପୁଣ୍ୟବତୀ କୁଳବଧୂର ଦେହକୁ ଉପଭୋଗ କରିବାକୁ ତାହାର ସ୍ୱାମୀ ବ୍ୟତୀତ ଅନ୍ୟ ପୁରୁଷ ଭାଗ୍ୟରେ ମଧ୍ୟ ଘଟେ ନାହିଁ। ଆପଣ ଗତକାଲି ମୋର ଦେହ ପାଇଁ ଦାମ ଯେ ଅଯଥାରେ ଦେଉଥିଲେ ସେଥିପାଇଁ ଆପଣଙ୍କୁ ବାରଣ କରିଥିଲି। '' ରମାକାନ୍ତ ନିର୍ବାକ୍ ଓ ନିଶ୍ଚଳଭାବେ ବସିରହିଲେ। ସେ ପକେଟରୁ ଟଙ୍କା ବାହାର କରିବାକୁ ଆଉ ସାହାସ କଲେ ନାହିଁ। ଆଶାଲତା ତାଙ୍କୁ ପଚାରିଲା, ''ଆପଣ ନିଶ୍ଚୟ ମୋତେ ଘୃଣା କରୁଥିବେ? ହୀନଚରିତ୍ରା ସ୍ତ୍ରୀକୁ ସାଧାରଣତଃ ପୁରୁଷମାନେ ଘୃଣା କରନ୍ତି। ଆପଣ ତ ଆଉ ପୁରୁଷ ମଧ୍ୟରୁ ବାହାର ନୁହନ୍ତି। '' ଆଶାଲତାକୁ କ'ଣ ଜବାବ୍ ଦେବେ ଏହି କଥା ହିଁ କେବଳ ଚିନ୍ତା କରୁଥିଲେ ରମାକାନ୍ତ। ତାଙ୍କର କହିବାକୁ ଇଚ୍ଛା ହେଉଥିଲା, ଯେଉଁମାନେ ଚରିତ୍ରର ଧାର ଧାରନ୍ତି ନାହିଁ, ସେମାନେ କେବଳ ତୁମକୁ ଘୃଣା କରିପାରନ୍ତି। ତୁମକୁ। ହତାଦର ମଧ୍ୟ କରିପାରନ୍ତି। ମାତ୍ର ତୁମକୁ ଚିହ୍ନିଲା ପରେ ତୁମକୁ ପ୍ରଶଂସା ନ କରି ରହିହୁଏ ନାହିଁ। କନିଅର ଫୁଲରେ ମଧୁ ଥାଏ ଫୁଲରେ ମଧୁ ଅଛି ଭାବି ତାହାର ଫଳ ଖାଇଲେ ମୃତ୍ୟୁ ନିଶ୍ଚିତ। ସେହିପରି ଦୁନିଆରେ ଯେଉଁ ସ୍ତ୍ରୀମାନେ ନିଜକୁ ସତୀ ସଜାଇ ହୁଅନ୍ତି ଏବଂ ସତୀ ବୋଲି ନିଜର ଡିଣ୍ଡିମ ନିଜେ ବଜାନ୍ତି ସେମାନେ ପ୍ରକୃତରେ ଯେ କ'ଣ ତାହା ସେହିମାନେ ହିଁ ଜାଣନ୍ତି। ତଥାପି ତାଙ୍କର କହିବାକୁ ଇଚ୍ଛା ହେଉଥିଲା ଅନେକ କଥା। ପୂର୍ବଦିନ ଭଳି ସେ ଫେରିଆସିଲେ ଓ ଶୋଇ ଶୋଇ କେବଳ ସେ ଆଶାଲତା କଥା ଭାବିବାକୁ ଲାଗିଲେ। ସେ ଆଶାଲତାକୁ ଯେତେ ଭୁଲିଯିବାକୁ ଚେଷ୍ଟା କରୁଥାନ୍ତି, ଆଶାଲତାର ଶୁଷ୍କ ଓ ମଳିନ ମୁଖଟି ସେତେ ତାଙ୍କ ଆଖି ଆଗରେ ନାଚିଯାଉଥାଏ। ତାଙ୍କର ମନେହେଉଥିଲା ଏହି ଆଶାଲତା ଆଉ ପୂର୍ବଜନ୍ମରେ ତାଙ୍କର କ'ଣ କିଛି ଥିଲା କି? ପୂର୍ବ ଓ ପରଜନ୍ମକୁ ଆମର ହିନ୍ଦୁ ଦର୍ଶନବାଦ ବିଶ୍ୱାସ କରେ। ଏ ଜନ୍ମ ପରେ ଯେ ଆଉ ଗୋଟିଏ ଜନ୍ମ ରହିଛି ଓ ଜନ୍ମ ପୂର୍ବରୁ ଯେ ଆଉ ଗୋଟାଏ ଜନ୍ମଥିଲା, ତାହା ପ୍ରତ୍ୟେକ ହିନ୍ଦୁମାତ୍ରେ ହିଁ ସ୍ଵୀକାର କରନ୍ତି। ଏଣୁ ସେଦିନ ରମାକାନ୍ତ ମନେମନେ ସ୍ଥିରକଲେ ଯେ ଏହି ଆଶାଲତା ନିଶ୍ଚୟ ପୂର୍ବ ଜନ୍ମରେ ଥିଲା ତାଙ୍କର ଅତି ଆପଣାର। ତାହା ହୋଇନଥିଲେ ସେ ତାଙ୍କୁ ଦେଖିଲା ମାତ୍ରେ ଏତେ ଆଦର କରନ୍ତା କାହିଁକି? ଆପଣାର ମଣିଷକୁ ମଣିଷ ଯେତିକି ଅଭିମାନ କରେ ସେତିକି ଅଭିମାନ ମଧ୍ୟ ତାଙ୍କ ପାଖରେ କରେ ଆଶାଲତା। ତାହାର ମାନଭଞ୍ଜନ କରିବାକୁ ରମାକାନ୍ତକୁ ଭଲଲାଗେ। ଆଶାଲତାର ପଦତଳରେ ନିଜକୁ ଅର୍ପଣ କରିଦେବାକୁ ରମାକାନ୍ତର ମଧ୍ୟ ଇଚ୍ଛାହୁଏ। ସେ କହିବାକୁ ଚାହାଁନ୍ତି, ଆଶାଲତା! ତୁମେ ମୋର ଇହ ଓ ପର ଜନ୍ମର 'ଜୀବନ ସଙ୍ଗିନୀ। ' ପୁଣି ରମାକାନ୍ତ ଭାବନ୍ତି ଆଶାଲତା ମୋଟେ ଅସାଧାରଣ ସ୍ତ୍ରୀ ନୁହେଁ। ସେ ନିହାତି ଇତର ସ୍ତ୍ରୀଟିଏ। ସେ ପୁରୁଷକୁ ଦେଖିଲା ମାତ୍ରେ ଚିହ୍ନିପାରେ। ପୁରୁଷର ଦାମ୍ଭିକତାକୁ ସେ ଅନାୟାସରେ ନଷ୍ଟ କରିଦେଇପାରେ। ଅନେକ ଦିନ ଧରି ପୁରୁଷମାନଙ୍କ ଜୀବନ ସଙ୍ଗରେ ଜୁଆ ଖେଳିଲା ପରେ କେଉଁ ପୁରୁଷ କିପରି ସେତିକି ସେ ଅକ୍ଳେଶରେ ଜାଣିପାରେ। ତେବେ ଆଶାଲତା ତାଙ୍କ ସଙ୍ଗରେ ଆଉ ଜୁଆ ଖେଳୁନାହିଁ ତ? କୁଳବତୀ ସ୍ତ୍ରୀର କୁଳଭୟ ଅଛି। ସେଥିପାଇଁ ସେ ତା'ର ଇଚ୍ଛା ବିରୁଦ୍ଧରେ ମନପକ୍ଷୀକୁ ପିଞ୍ଜରାରେ ପୂରାଇ ଜଗତ ଆଖିରେ ସତୀର ସମ୍ମାନ ଗ୍ରହଣ କରେ। ସ୍ୱାମୀର ମନୋରଞ୍ଜନ କରିବାକୁ ସ୍ୱାମୀର ପଦଧୂଳି ମଥାରେ ମାରେ। ମାତ୍ର ଆଶାଲତାର କୁଳଭୟ ନାହିଁ। କୁଳ, ଅକୁଳର ବାଛବିଚାର ତା'ର ନାହିଁ। କାହାରି ମନରକ୍ଷା କରିବାକୁ ସେ ଭୟକରି ତା'ର ପଦଧୂଳି ମଥାରେ ମାରେନାହିଁ। ତା'ର ମନବିହଙ୍ଗ ମୁକ୍ତ ଆକାଶ ତଳେ ପକ୍ଷ ହଲାଇ ସ୍ୱାଧୀନ ଭାବେ ଉଡ଼ିଯାଏ। ତେବେ ସେ ରମାକାନ୍ତକୁ ଦେଖିଲା ଦିନଠାରୁ ଏତେ ସଂଯତ ହୋଇଗଲା କିପରି? ଏହି ପ୍ରଶ୍ନର ସମାଧାନ ରମାକାନ୍ତ ମୋଟେ କରିପାରନ୍ତି ନାହିଁ।